ତୁମେ ତାଙ୍କ ସହିତ କଥାବାର୍ତ୍ତା କର। ହଁ କିଏ ହାରିସ, ଅନେକ ଦିନ ପରେ ତୁମକୁ ଫୋନ୍ କରୁଛି। ବଡ଼ କାର୍ଯ୍ୟବ୍ୟସ୍ତ ଥିବ ବୋଧହୁଏ। ହଁ ଭାଇ, ଭାରି କାର୍ଯ୍ୟବ୍ୟସ୍ତ। ସିନେଟର ହେବାପାଇଁ ଆମ ସମସ୍ତଙ୍କୁ କେତେ ଖାଟିବାକୁ ପଡ଼ିଥିଲା, ତୁମେ ତ ଜାଣିଛ। ତୁମେ,ମାରି ମେରିଆ ମୋ ପାଇଁ କେତେ ପ୍ରକାର କରିଛି, ଭୁଲି ନ ଥିବ ବୋଧହୁଏ। ହେଲେ ମୁଁ ଏଠାକୁ ଆସି ଭଲ କରିନି। ସବୁବେଳେ ନାନା କାମ। ନିଜ କଥା କି ଥାଉ କାହା କଥା ଭାବିବାକୁ ବେଳ ମିଳୁନି। ମୁଁ ନିଉୟର୍କରେ ବେଶ ଭଲରେ ଥିଲି। କାହିଁକି ଯେ ଏଠାକୁ ଆସିଲି, ମୁ ଜାଣି ପାରୁନି। ହାରିସ୍, ମୁଁ ତୁମକୁ କାହିଁକି ଫୋନ୍ କରି ଜାଣ' ତୁମେ ତ ଭାଇ ଜାଣି ଥିବ ଆଜିନିଉୟର୍କ ଟାଇମସରେ ଯେଉଁ ଖବର ବାହାରିଛି, ତାହା ସାରା ଯୁକ୍ତରାଷ୍ଟ୍ରରେ କେତିକ ଚହଳ ପକାଇ ଦେଇଛି। ଆମ ପ୍ରେସିଡେଣ୍ଟନିର୍ବାଚନ ପଦ୍ଧତି ବଦଳିବା ସରକାର,' ଶିରୋନାମାରେ ସିନେଟର ମାକଡୋନାଲଡ୍ ଯେଉଁ ଯୋଜନା ଦେଇଛନ୍ତି, ତାହା ସାରା ଯୁକ୍ତରାଷ୍ଟ୍ରରେ ଚହଳ ପକାଇ ଦେଇନି? ଆରେ ଭାଇ, ମାକଡୋନାଲ୍ଡଙ୍କ ସେହି ଯୋଜନା ଆମ ସମସ୍ତଙ୍କୁ ଅଡ଼ୁଆରେ ପକାଇ ଦେଇଛି। ସେଇ ଯୋଜନା ସମ୍ପର୍କରେ ଯୁକ୍ତରାଷ୍ଟ୍ରର ବହୁ ଲୋକ ଆହୁରି ଅଧିକ ଜାଣିବା ପାଇଁ ଅତି ଆଗ୍ରହୀ। ମାକଡୋନାଲ୍ଡଙ୍କ ସହିତ ଟେଲିଫୋନ୍ ଯୋଗାଯୋଗ ସ୍ଥାପନ କରି ନପାରି ଅନ୍ୟ ସବୁ ସିନେଟରଙ୍କୁ ବ୍ୟତିବ୍ୟସ୍ତ କରି ପକାଉଛି । ସାରା ଯୁକ୍ତରାଷ୍ଟ୍ରର ଟେଲିଫୋନ୍ ବର୍ତ୍ତମାନ ମାକ ଡୋନାଲ୍ଡଙ୍କ ଘର ଆଡ଼େ। ତାଙ୍କ ସହିତ ଫୋନରେ କଥାବାର୍ତ୍ତା କରିବା ପାଇଁ ଲୋକେ ଲାଇନ୍ ଦେଇଛନ୍ତି। କିଏ ଚାରିଦିନ ପରେ ପାଇବ ତ କିଏ ଆଠଦଶ ଦିନ ପରେ ପାଇବ। ଆମକୁ ବି କେତେକ ପଚାରୁଛନ୍ତି, ଆମେ ତାଙ୍କ ଯୋଜନା ସମ୍ପର୍କରେ ଅଧିକ କିଛି ଜାଣୁ କି' କ'ଣ? ସେ ତ ସନେଟରେ ଯେତିକି ବକୃତା ଦେଇଥିଲେ ସେତିକି ନିଉୟର୍କ ଟାଇମସ୍ ଖବର କାଗଜରେ ବାହାରି ଯାଇଥିଲା। ତେଣୁ ସାଧାରଣତ ଲୋକଙ୍କଠାରୁ ଆମେ ଅଧିକ କିଛି ଜାଣୁନ୍ତୁ ବୋଲି କହିଲେ ହେ କେହି ବିଶ୍ୱାସ କରିବାକୁ ନାରାଜ। ସନେଟର୍ ରବର୍ଟ ଏବେ ମୋତେ ଫୋନ୍ କରିଥିଲେ ଯେ ବହୁ ଲୋକ ତାଙ୍କୁ ବି ବ୍ୟସ୍ତ କରି ପକାଉଛନ୍ତି। ସେ ଫୋନ୍ ଧରି ଧରି ବ୍ୟସ୍ତ ହୋଇ ପଡ଼ିଲେଣି। ଆଜି ସକାଳୁ ଭାଇ ମୋ ଅବସ୍ଥା ସେଇଆ। ' 'ଆରେ ଭାଇ, ଆମେ ବି ସେଥିପାଇଁ ତୁମକୁ ଫୋନ୍ କରିଛୁ। ମାକ୍ଡୋନାଲଡଙ୍କୁ ଫୋନ୍ କରି ଅକୃତକାର୍ଯ୍ୟ ହୋଇ ତୁମକୁ ଧରିଛୁ। ତା ହେଲେ ତୁମେ ବି ପାଗଳ ସେଇ ଖବରଟି ଯୋଗୁଁ। ଆରେ, ସାରା ଯୁକ୍ତରାଷ୍ଟ୍ର ଯେତେବେଳେ ପାଗଳ, ଆମେ ନ ହେବୁ କାହିଁକି? ହଁ, ହାରିସ୍, ତୁମେ ଏଇ ଉଇକ୍ଏଣ୍ଡ ଉଇକ୍ଏଣ୍ଡ ୱାସିଙ୍ଗଟନ୍ରେ ରହୁଛ ତ? ହଁ, କାହିଁକି? ସିନେଟର୍ ମାକଡୋନାଲଡ୍ ରହୁଛନ୍ତି ତ? ବୋଧେ ହୁଏ, ରହୁଛନ୍ତି, ମୁଁ ଠିକ୍ ଜାଣିନି। ଆମେ ଯଦି ଏଇ ଉଇକଏଣ୍ଡରେ ୱାସିଙ୍ଗଟନ୍ ଯାଉଁ ତେବେ ମାକଡୋନଲ୍ଡଙ୍କ ସହିତ ଆମର ସାକ୍ଷାତ କରାଇ ଦେଇ ପାରିବ କି? 'ଆରେ ଭାଇ, ତାଙ୍କୁ ଏଠି ଦେଖିବାକୁ ଭାରି ଭିଡ଼। ହେଲେ ତୁମେ ଯଦି ଏତା ଇଛୁକ, ତେବେ ଆସ, ଚେଷ୍ଟା କରିବି। କ'ଣ ମେରିଆ ବ ତୁମ ଭଳି ପାଗଳ? ସେ ତ ମୋଠୁ ଆହୁରି ପାଗଳ। ସକାଳଠାରୁ ଆମର ପରା ଆଲୋଚନା ଚାଲିଛି, ସେହି ଯଜନା ସମ୍ପର୍କରେ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନୁ। ତେବେ ସିନେଟର ଯେଉଁ ବିଷୟଟି ଉପରେ ଅଧିକ କିଛି ଆଭାଷ ଦେବାକୁ ରାଜି ହୋଇ